ମଣିଷର ସୁକୁଟା ମୁହଁକୁ ବି ଦେଖେ। ମଣିଷର ଅସହାୟ ଅବସ୍ଥା ଦେଖି ତା' ଆଖିପତା ଲୁହ ଛଳଛଳ ହୋଇଉଠେ। ସାମାନ୍ୟ ଖୋଲା ପଡ଼ିଆରେ ଚିତ୍ ହୋଇ ପଡ଼ିରହିଥିବା ମଲା ପୃଥିବୀର ଅସଲ ଛବି ଭାସିଉଠେ। ତା' ଭିତରେ ପ୍ରତି ମୁହୂର୍ତ୍ତରେ ଜୀବନ ବିକଳରେ ନସରପସର ହୋଇ ଧାଉଁଥିବା ହଜାର ହଜାର ଶୁକ୍ରକୀଟଙ୍କର ଅସହାୟ ଭାବ ଟାଇମ୍ ସ୍କୋପରରେ ଜୀବନ୍ତ ଛବି ଭଳି ଦିଶିଯାଏ। ଯେଉଁ ମୁହୂର୍ତ୍ତରେ ଲୋକଟି ସତ୍ୟକୁ ଦେଖେ ତା'ର ସବୁ ଭାବପ୍ରବଣତା କୁଆଡ଼େ ଆଖି ପିଛୁଳାକେ ଉଭେଇ ଯାଏ। ସତେ ଯେମିତି ସେ ଏକ ସାକ୍ଷାତ ବ୍ରହ୍ମ, ନିରାକାର, ନିର୍ଗୁଣ ପୁରୁଷ। ସେ ମୋହଗ୍ରସ୍ତ ନୁହେଁ। ପୃଥିବୀ ପ୍ରତି ତା'ର ଆସକ୍ତି କମିଯାଏ। ପୃଥିବୀର ହରେକ୍ ଚିଜ ତାକୁ ନକଲି ମନେହୁଏ, ସେ କେମିତି ଏକ ଊର୍ଦ୍ଧ୍ୱମୁଖୀ ଚେତନାରେ ଭାବବିହ୍ୱଳ ହୋଇପଡ଼େ। ଲୋକଟି ଅନ୍ଧନୁହେଁ। ଅନ୍ଧଭାବରେ ସେ କେବେ ଜୀବନରେ ହାତୀ ଦେଖିବାକୁ ମନ କରିବ। ତା'ର ବିଶ୍ୱାସ ହିଁ ଏକମାତ୍ର ସତ୍ୟ। ସେ ଏକ ଚଳମାନ ପରିଣତ। ଏକ ଆଟମ୍। ଏକ ସର୍ବ ବୃହତ୍ ଶକ୍ତିଶାଳୀ ବସ୍ତୁ। ଲୋକ ଦେଖାଣିଆ ପୃଥିବୀ ପ୍ରତି, ସାମାଜିକ ପ୍ରଥାପଦ୍ଧତି ପ୍ରତି, ନୀତିନିୟମ ଓ ଦହଗଞ୍ଜିଆ ଜୀବନ ପ୍ରତି ସେ ବଡ଼ ବୀତସ୍ପୃହ। କାହାରି ଅଯାଚିତ ଦୟାଉପରେ ବଞ୍ଚି ରହିବାକୁ ଲୋକଟି ଇଚ୍ଛା କରିନି। ଈଶ୍ୱର ଦୁର୍ବଳର ସହାୟକ। କର୍ମକୁଢ଼ ଅକର୍ମା ମାନେହିଁ ଈଶ୍ୱରଙ୍କୁ ମୁଣ୍ଡରେ ମୁଣ୍ଡେଇ ଥାନ୍ତି। ମନ୍ଦିର, ଗିର୍ଜା, ମସ୍ଜିଦ୍, ଯାଇ ଧର୍ମ ପୁସ୍ତକରୁ ପଂକ୍ତି ଉଦ୍ଧାର କରି ଚିତ୍କାର କରନ୍ତି। ଖୋଳତାଳ ପିଟି ଚିତାଚଇତନ କାଟି ଉନ୍ମାଦ ହୁଅନ୍ତି। ଲଜ୍ଜାସରମ ଛାଡ଼ି ମାନମହତ ଭୁଲି ଖୋଲା ରାସ୍ତା ଉପରେ ଗଞ୍ଜେଇ ତମାଖୁ ଖାଇ ପାଗଳଙ୍କ ପରି ନାଚି ନାଚି ସମୟ କାଟନ୍ତି ଓ ନିଜ ହୃଦୟର କଟା ଘା'ର ଯନ୍ତ୍ରଣାକୁ ନିମିଷକ ପାଇଁ ପାସୋରି ଦିଅନ୍ତି। ଆଜନ୍ମରୁ ଲୋକଟି ନିଃସହାୟ ଅବସ୍ଥାରେ ଏତେବଡ଼ ପୃଥିବୀରେ ଏକା ଏକା ବଢ଼ିଛି। ମାଇଲ୍ ମାଇଲ୍ ଧରି ଘେରିରହିଥିବା ଅଖଣ୍ଡ ମହାଶୂନ୍ୟତା ଭିତରେ ବଞ୍ଚି ରହିଛି। କାହାକୁ ଆଶ୍ରା କରିନି। କାହା ଉପରେ ଭରସା କରିନି-। କେହି ବି ଜଣେ ଦୟା ପରବଶ ହୋଇ ତା' ଦୁଃଖରେ ଆହା ପଦେ କହି ନାହାନ୍ତି-। ସେ ବନ୍ଧୁ ଖୋଜିଛି ଶୂନ୍ୟତା ଭିତରେ। ମହାଶୂନ୍ୟତା ଭିତରେ ବୁଡ଼ିଯାଇଛି। ସେ ସ୍ନେହ, ପ୍ରେମ, ମମତା ଏତେ ଟିକେ ସହାନୁଭୂତି ସବୁ ଚାହିଁଛି। ଶୂନ୍ୟତା ଲମ୍ବା ହାତ ବଢ଼େଇ ତାକୁ କୋଳେଇ ନେଇଛି-। ସେଇଠି ସେ ଶିଖିଛି ସବୁ ବାଜେ କଥା। ଫାଙ୍କା ଆଓ୍ୱାଜ। କେଉଁ ଆଡ଼େ କିଛି ନାହିଁ। କେହି କିଛି ପାଇନାହାନ୍ତି। ପାଇବା ବି ସହଜ ସମ୍ଭବ ନୁହେଁ। ଏତେଗୁଡ଼ାଏ ଦିନ ପରେ ହଠାତ୍ କେହି ଜଣେ ତା' ଉପରେ ପ୍ରଭାବ ବିସ୍ତାର କରି ବସିବ। କର୍ତ୍ତୃତ୍ୱ ଦେଖାଇବ। ତା'ର ଗତିପଥ ନିୟନ୍ତ୍ରିତ କରିବ। ଆଉ ସେ ନୀରବ ଦର୍ଶକ ପରି ସାଂଖ୍ୟ ଦର୍ଶନର ସାକ୍ଷୀ ପୁରୁଷ ପରି ଜୁଳୁ ଜୁଳୁ ଆଖି କରି ସବୁ ଦେଖୁଥିବ। ସବୁ ଶୁଣୁଥିବ। ଅଥଚ ପ୍ରତିବାଦ କରିପାରୁନଥିବ। ମୁହଁ ଫିଟେଇ କିଛି କହିପାରୁନଥିବ।। ସେ ଏସବୁ ସହ୍ୟ କରି ପାରିବ ନାହିଁ। ସେ ମଣିଷ, ମଣିଷ ପରି ବଞ୍ଚି ରହିବ। ନ ହେଲା ବା' ରାଜ୍ୟଜୟ। ସାମ୍ରାଜ୍ୟ ବିସ୍ତାର। କିଛି ଯା' ଆସ ନାହିଁ। କିନ୍ତୁ ନିଜର ସୀମିତ ଇଲାକାରେ ନିଜକୁ ନିତ୍ୟ-ଶୁଦ୍ଧ-ବୁଦ୍ଧ ମୁକ୍ତ ଭାବରେ ଜୀବନ କଟେଇବାକୁ ପଡ଼ିବ। ଏତିକି ହିଁ ଏ ଜନ୍ମ ପାଇଁ ଯଥେଷ୍ଟ। ନିର୍ଦ୍ଦିଷ୍ଟ ଆଦର୍ଶ ଅନୁଯାୟୀ ନିଜର କର୍ମ ପନ୍ଥା ସ୍ଥିର କରି ପାରିଲେ ହେଲା। ବ୍ୟତିରେକର ପ୍ରଶ୍ନ ନ ଉଠିବା ଭଲ। ଏ ସବୁ ପାଇଁ ଲୋଡ଼ା ପ୍ରଚୁର ବିଶ୍ୱାସ। ବିଶ୍ୱାସ ଥିଲେ ଭାଗ୍ୟ, ଭଗବାନ ବା ଅଦୃଷ୍ଟ-ଯା କିଛି କୁହ, ସବୁକୁ ହାତମୁଠାରେ ଧରି ରଖିହବ। ବିଶ୍ୱାସ ହରେଇ ବସିଲେ, ନିଜ ଉପରୁ ଆସ୍ଥା ତୁଟିଗଲେ ସବୁ ଗୋଳମାଳିଆ ଧରିଯିବ। କିଛି ପାଇବା ସମ୍ଭବ ହେବନି। ଫଳରେ ବାଧ୍ୟ ହୋଇ ପାଇବାର ଲାଳସା ଅବଚେତନ ମନରେ ମୁହୁର୍ମୁହୁଃ ଦେଖାଦେବ। ମଣିଷ ବାଧ୍ୟହୋଇ ନିଜ ଭିନ୍ନ ଅନ୍ୟ ଏକ ଶକ୍ତି ଉପରେ ଆଶ୍ରା କରିବ ଓ ଶେଷରେ ଈଶ୍ୱରଙ୍କ ଇଚ୍ଛା ଓ ଅନିଚ୍ଛା ଭିତରେ ସବୁବେଳେ ବ୍ୟସ୍ତରହି ମଣିଷ ଭାଗ୍ୟବାଦୀ ହୋଇଯିବ। ଆମେ ଯେଉଁ ଦେଶରେ ଜନ୍ମଗ୍ରହଣ କରିଛୁ, ସେଦେଶର ମାଟି, ଗୋଡ଼ି ପାଣି ପବନରେ ବି ଭାଗ୍ୟବାଦ ତା'ର ପ୍ରଭାବ ବିସ୍ତାର କରି ବସିଛି।